ତା' ଶୁଖିଲା ଓଠରେ ହସ ଚେନାଏ ଫୁଟାଇବେ। ଏ ବିଶ୍ୱାସ ମୋର ରହିଛି। ଯେଉଁ ଢଙ୍ଗରେ ତା' କଥା ମୁଁ କହିଛି, ତା' ମନର ଭାବକୁ ମୋର ସୀମିତ ଶବ୍ଦ ଭଣ୍ଡାର ଭିତରେ ଆଉଟି ପାଉଟି, ଖୁଣ୍ଟିନାଣ୍ଟି ରୂପ ଦେବାକୁ ଚେଷ୍ଟା କରିଛି, ସେଥିରୁ ତାକୁ ବୁଝିବାକୁ ହେବ। ତା' କଥା କହି ବସିଲାବେଳେ ମୋର ମନେହୁଏ ଯେମିତି ମୁଁ ଆମ ସଭିଙ୍କ କଥାକୁହିଁ ଖୋଲିଖାଲି କହି ପକାଉଛି ଅଣନିଃଶ୍ୱାସୀ ହୋଇ। ତା' କଥାତ ଅସରନ୍ତି ଆଈ ମା' କାହାଣୀ ପରି। ଫରୁଆ ପରେ ଫରୁଆ। ତା'ପରେ ବି ଫରୁଆ। ସାତତାଳ ପାଣି। ଆଠତାଳ ପଙ୍କ। ତା'ପରେ ରୁପାର ନଅର। ତା'ପରେ? ତା'ପରେ ତା' କାହାଣୀର ପେଡ଼ି ଲମ୍ବି ଯାଇଛି କାହିଁ କେତେ ଦୂର, କିଏ କହିବ! 'ଲୋକଟିଏ'ର କାହାଣୀ ଆମ ସଭିଙ୍କ ଜୀବନର କାହାଣୀ। ଛୋଟ ଛୋଟ ଅନେକ ଘଟଣା, ଯା'ର ହିସାବ ଆମେ ରଖୁନା। ଆମ ଆଖି ସାମ୍ନାରେ ନିତ୍ୟ ନିୟମିତ ଚଲାବୁଲା କରୁଛନ୍ତି ଖାଲି ଘଟଣାହିଁ ଘଟଣା; ଘଟି ଚାଲିଛି କୋଉ ପୁରୁଷରୁ କିଏ ଜଣେ? ସେଇଥିରୁ କେତୋଟିକୁ ସାଉଁଟି ଆଣି ସହଜିଆ ଢଙ୍ଗରେ, ଯେମିତି ମନକୁ ପାଇଛି ସେମିତି କୁହାଯାଇଛି। ଏଠି ଉପନ୍ୟାସର କୌଣସି ଫର୍ମୁଲା ନାହିଁ। କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଇ ଅନ୍ୟ କାହା ସହିତ ଏହାର ମପାଚୁପା ସମ୍ଭବ ନୁହେଁ। ଏହା ଏକ ସ୍ୱୟଂ ସମ୍ପୂର୍ଣ୍ଣ ବା ଅସମ୍ପୂର୍ଣ୍ଣ କାହାଣୀ, ଯାହା ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଲେଖାଯାଇଛି। ଏ କାହାଣୀକୁ 'ନଭେଲ୍', 'ନଭେଲା' ବା ସେମିତି କିଛି ଟାଇଟେଲ ଟିଏ ଦେବା କେତେଦୂର ସମୀଚୀନ, ତାହା ବିଚାର କରିବାକୁ ହେବ। ଅନେକ ବର୍ଷ ତଳେ ଭାବପ୍ରବଣରେ ଭାସିଯାଇ ମୁଁ ଏହାକୁ ଆଣ୍ଟି-ନଭେଲ ବୋଲି କହୁ କହୁ କହି ପକାଇଥିଲି। ଆଜି ମତେ ହସ ମାଡ଼ୁଛି ମୋ ନିଜର ବୋକାମି ପାଇଁ। ଏସବୁ ବାଜେ ଫର୍ମୁଲା କଥା ମନକୁ କାହିଁକି ଆସେ? ଖାଲି ଗୋଟାଏ ମୁକ୍ତ ଗଦ୍ୟ ବୋଲି ଧରିନେଲେ କ୍ଷତି କ'ଣ? ଅନେକ ପଚାରିଛନ୍ତି, ହଇଓ ବାବୁ, କିଏ ସେଇ 'ଲୋକଟି'? କୋଉଠି ତା' ଘର? କ'ଣ ତା'ର ଠିକଣା? ଏ ପ୍ରଶ୍ନର କି ଉତ୍ତର ଦିଆଯାଇପାରେ! ସେଇ ଲୋକଟି ପ୍ରଶ୍ନକର୍ତ୍ତା ନିଜେ ବି ହୋଇପାରେ ବା ଅନ୍ୟ ଯେ କେହି କୋଟି କୋଟି ମଣିଷ ଭିତରୁ ଗୋଟିଏ ହୋଇପାରେ-। ସେ କିଏ ଜାଣିବାକୁ ବ୍ୟସ୍ତ ନ ହୋଇ, ସେ କ'ଣ କହିଚି ବୁଝିବା ବିଜ୍ଞତା ନୁହେଁକି? କ'ଣ ବା ସେ ସତରେ କରିଛି! ସବୁତ ଏଇ ମଣିଷ ଜୀବନର କଥା। ମଣିଷ ଜୀବନର କାହାଣୀତ ଅସରନ୍ତି। ଯେମିତି ଯେଉଁ ଢଙ୍ଗରେ ଯେପରି ଭାବେ ତେରେଛିଚାହିଁ ଦେଖିଲେବି ଏ ମଣିଷର ମୁହଁ ନୂଆ ନୂଆ ଲାଗେ। କେତେ ଦୟନୀୟ ସତେ ଏଇ ଜାତିଟା! ଏତେ ବୁଦ୍ଧି ବିବେକ ଖଟେଇ ହାଡ଼ଭଙ୍ଗା ପରିଶ୍ରମ କରି କ'ଣ ପାଏ ଜୀବଦଶାରେ? ତା'ର ଶୁଖିଲା ଉଦାସ ମୁହଁ, କରୁଣ ଫିକାଳିଆ ଚାହାଣିକୁ ଦେଖି କିଏ ବା ଧୈର୍ଯ୍ୟ ଧରିବ? କେତେ ବିବିଧ ବୈଚିତ୍ର୍ୟରେ ଭରପୁର ଏଇ ଜୀବନ! କେତେ ବିଚିତ୍ର ଅନୁଭୂତିରେ ପରିପୃଷ୍ଟ ଏଇ ମଣିଷ! ଭାରତବର୍ଷରେ କେତେ ପଣ୍ଡିତ, ଜ୍ଞାନୀ, ସାଧୁସନ୍ଥ, ମୁନିଋଷି ଜନ୍ମହେଲା ଦିନୁ ଚେଷ୍ଟା ନକରିଛନ୍ତି ମଣିଷର ଦୁଃଖ ବିମୋଚନ ପାଇଁ। କିନ୍ତୁ କାହିଁ? କିଛିତ ହୋଇ ପାରିନି। ଆମେ ଯେମିତି ଥିଲୁ ସେମିତି ପଡ଼ି ରହିଛୁ। ଆହାର, ନିଦ୍ରା, ସମ୍ଭୋଗ, ମୈଥୁନ–ଏହାରି ସମାହାରତ ଜୀବନ! ମଣିଷ ଜୀବନରେ ଏଇ ଗୋପନତମ ସତ୍ୟକୁ ଉଦ୍ଘାଟନ କରିବା ପାଇଁ ଯୁଗଯୁଗରୁ କି କୁଚ୍ଛ୍ର ସାଧନା ଚାଲିଛି। ପୃଷ୍ଠାପରେ ପୃଷ୍ଠା ଯେତିକି ଉନ୍ମୋଚିତ ହେଉଛି, ଜୀବନ ସେତିକି ରହସ୍ୟମୟ, ମାୟାଚ୍ଛନ୍ନ ମନେ ହେଉଛି। କୋଉଠୁ କଥା ଆରମ୍ଭ ହେବ, କେଉଁ କ୍ରମରେ ଚାଲିବ–ଏଇ ଦୁଃଖରେ ସାରାଜୀବନ ବିତିଯିବାକୁ ବସିଲାଣି। ଆପଣମାନେ ଚିହ୍ନରା ଗ୍ରାହକ। ଅକଲ ଖଟେଇ ମପାଚୁପା କରି ଦେଖିବେ। ଆପଣମାନଙ୍କ ହାତରେ ଛାଡ଼ି ଦେଇ ଯାଉଛି ମୋର ପ୍ରିୟ 'ଲୋକଟିଏ'କୁ। ତା' ଭଲମନ୍ଦ ବୁଝିବେ-। ଦେଖିବେ, ସେ ଯେମିତି କୋଟିକରେ ଗୋଟିଏ ହୁଏ। ଡକ୍ଟର ଫନୀ ମହାନ୍ତି କବି ବନବିହାରୀ ପଣ୍ଡାଙ୍କୁ ଭାଇନା, ଆମ ଭିତରେ କୌଣସି ରକ୍ତର ସମ୍ପର୍କ ନଥାଇ ବି କାହିଁକି ଏତେ ନିଜର ମନେ ହୁଅନ୍ତି ଆପଣ? ଏ ଯାଏଁ ନିଖୋଳା ସ୍ନେହରେ ତ ବାନ୍ଧି ରଖିଛନ୍ତି। ଅବଶିଷ୍ଟ ଜୀବନ ତକ ଆମ ସମ୍ପର୍କ ସେମିତି ରହୁ। ମୋର କିଛି ଦେଇ ପାରିବାର ଶକ୍ତି ନାହିଁ।